ବେଳେ ବେଳେ ଗାଡ଼ି ରୋକନ୍ତି ଆମ ଗାଁ ପାଖରେ। ଛୋଟ ପିଲାଙ୍କୁ ରାସ୍ତା କଡ଼ରେ ଠିଆ ହୋଇଥିବା ଦେଖି ବେଳେ ବେଳେ ବିସ୍କୁଟ ପ୍ୟାକେଟଟାଏ କି ଚକୋଲେଟ ପ୍ୟାକେଟଟାଏ ତାଙ୍କ ପାଖକୁ ଫିଙ୍ଗିଦେଇ ଅଦ୍ଭୁତ ସ୍ୱରରେ କ'ଣ ସବୁ ପ୍ରଶ୍ନ ପଚାରିବାର ଶୁଣାଯାଏ ମଧ୍ୟ ବେଳେ ବେଳେ। ପିଲାମାନେ ସେମାନଙ୍କର ଉପହାର ଗ୍ରହଣ କରନ୍ତି। କିନ୍ତୁ ତାଙ୍କ ପ୍ରଶ୍ନର କୌଣସି ଜବାବ ନ ଦେଇପାରି ଆଁ କରି ଚାହାନ୍ତି। ବେଳେ ବେଳେ କିରିକିରି ହୋଇ ହସନ୍ତି। ପୁଣି ବେଳେ ବେଳେ ଦୁର୍ବୋଧ୍ୟ ପ୍ରଶ୍ନର ସରଳ ଉତ୍ତର ଗୋଟିଏ ଗୋଟିଏ ଦେବାକୁ ଚେଷ୍ଟା କରନ୍ତି ଅତ୍ୟନ୍ତ ବୀଭତ୍ସ ଗାଉଁଲୀ ଅଶ୍ଳୀଳ ଶବ୍ଦ ପଦେ ଅଧେ କହି ଖେଁ ଖେଁ ହୋଇ ହସିଉଠନ୍ତି। ଗୋରା ପଲଟନ ପିଲାଙ୍କ ଜବାବ ବୁଝିପାରନ୍ତି କି ନା କେଜାଣି। ବେଳେ ବେଳେ ସେମାନେ ମଧ୍ୟ କୌଣସି ଅଶ୍ଳୀଳ ଶବ୍ଦ, ତାଙ୍କ ଦେଶର ଗାଁ ଗହଳିର ଭାଷା ଉଚ୍ଚାରଣ କରନ୍ତି ନିଶ୍ଚୟ। ପିଲାଙ୍କ ପରି ଖେଁ ଖେଁ ହୋଇ ହସି, ମାଙ୍କଡ଼ ଭଳି ବିକୃତ ମୁହଁ ଦେଖେଇ, ଗାଡ଼ି ଛୁଟେଇ ନିଜ ରାସ୍ତା ଦେଖନ୍ତି। ତେବେ ଆମ ଗାଁରେ ସେଇ ନବଗଠିତ ମାଙ୍କଡ଼ମାରିଣୀ ସଭାର କାର୍ଯ୍ୟକ୍ରମ ସହିତ ସେ ଆମେରିକାନ ବା ୟୁରୋପିଆନ ମାଙ୍କଡ଼ମୁହାଁ ଗୋରା ପଲଟନମାନଙ୍କର ଆମ ଗାଁ ପାଖ ରାସ୍ତାରେ ଯାତାୟାତରେ କୌଣସି ସମ୍ପର୍କ ନ ଥାଏ, ସେକଥା ମତେ ବେଶ୍ ଜଣାଥାଏ। କାରଣ ଆମ ଗାଁଟି ଥିଲା ସେ କାଳର ଜମିଦାରମାନଙ୍କର ଅନୁଶାସନରେ ପ୍ରତିପାଳିତ ଗୋଟିଏ ନାମଜାଦା ଗାଁ। ଗାନ୍ଧୀ ଆନ୍ଦୋଳନ ଅପେକ୍ଷା ସରକାରୀ ଗ୍ରୋ ମୋର ଫୁଡ ଆନ୍ଦୋଳନର ହାୱା ସେତେବେଳେ ବେଶି ଜୋର ବହୁଥାଏ ଗାଁ ଉପରେ ସେହି କାରଣରୁ ହିଁ। ଆମ ଗାଁର ଜମିଦାର ଶ୍ରେଣୀର ଲୋକଙ୍କର ପ୍ରବଳ ଜମିଜମା ସତ୍ତ୍ୱେ ଆଜି ଭଳି ସେତେବେଳେ ମଧ୍ୟ ଘରୁଆ ଲୋକଙ୍କର ଦୃଷ୍ଟି ଚାଷବାସ ଅପେକ୍ଷା ଅନ୍ୟ ଦିଗକୁ ଥିଲା ବହୁତ ବେଶି। ତେଣୁ ବାଡ଼ିବଗିଚାରେ ଫଳଗଛ ଲଗେଇବା ବା ପନିପରିବା ଚାଷ କରିବା ଅପେକ୍ଷା ସେଗୁଡ଼ିକୁ ବର୍ଷ ପରେ ବର୍ଷ ପଡ଼ିଆ ରଖି ସେଥିରେ ବିଛୁଆତି, ବାଇଡ଼ଙ୍କ, ପୋକଶୁଙ୍ଗା ପ୍ରଭୃତି ଅନାବନା ଗଛ ବଢ଼ିବାକୁ ଛାଡ଼ିଦେବା ଛଡ଼ା ସେମାନଙ୍କ ମୁଣ୍ଡକୁ ଅନ୍ୟ କୌଣସି ମହତ୍ତର ଲକ୍ଷ୍ୟ ନ ଯୁଟିବା ଥିଲା ସ୍ୱାଭାବିକ। ଏହିପରି ପରିସ୍ଥିତିରେ ସରକାରଙ୍କର 'ଗ୍ରୋ ମୋର ଫୁଡ' ବିପ୍ଳବ ବାର୍ତ୍ତା ପ୍ରବେଶ କଲା ଦିନେ ଆମ ଗାଁରେ। ଗୋଟିଏ ଅଦ୍ଭୁତ ଆକୃତିର ମଟରଗାଡ଼ିରେ 'ଗ୍ରୋ ମୋର ଫୁଡ'ର ବସ୍ତା ବସ୍ତା ପ୍ରଚାରପତ୍ର ଭର୍ତ୍ତି କରି ଜନୈକ ସରକାରୀ କର୍ମଚାରୀ ଆମ ଗାଁ ଦାଣ୍ଡରେ ଅବତରଣ କରିବାର ସେ ଅପୂର୍ବ ଦୃଶ୍ୟ ଅଦ୍ୟାବଧି ଲିପିବଦ୍ଧ ହୋଇ ରହିଛି ମୋ ସ୍ମୃତିପଟରେ। କର୍ମଚାରୀ ସେଦିନ ଅତିଥି ହୋଇଥିଲେ ଆମ ଗାଁର ଶ୍ରେଷ୍ଠ ଜମିଦାରଙ୍କ ଘରେ। ସେଦିନ ଦ୍ୱିପ୍ରହର ସାରା ବହୁ କିଛି ଆଲୋଚନା ହୋଇଯାଇଥିଲା ଜମିଦାରଙ୍କ ଦାଣ୍ଡ ପଥରଚାନ୍ଦିନୀ ଉପରେ। ଏହା ସହିତ ବେଶ୍ କିଛି ଖାନାପିନା ଓ ପଶାଖେଳର ଗୋଟିଏ ଅଧିବେଶନ ଉତ୍ତାରେ କର୍ମଚାରୀ ତାଙ୍କ ଗାଡ଼ି ଧରି ବିଦାୟ ଘେନିଥିଲେ ଗାଁରୁ। ଯିବା ପୂର୍ବରୁ ଦୁଇ ବସ୍ତା ପ୍ରଚାରପତ୍ର ଉପହାର ସ୍ୱରୂପ ଥୋଇଦେଇ ଯାଇଥିଲେ ସେ ପଶାଖେଳର ଚାନ୍ଦିନୀ ଉପରେ। ସେ ପ୍ରଚାରପତ୍ରଗୁଡ଼ିକ ଅଦ୍ୟାବଧି ସେଇ ବସ୍ତା ଭିତରେ ଥିଲେ ଥାଇପାରେ ଗାଁର କୌଣସି ବ୍ୟକ୍ତିବିଶେଷଙ୍କ ଘର ଆଟୁ ଉପରେ। ତେବେ 'ଗ୍ରୋ ମୋର ଫୁଡ' ବିପ୍ଳବର ବାର୍ତ୍ତା ମୋ କାନରେ, ନଅ ବର୍ଷ ବୟସରେ, ଏକ ଅଜବ ଘୋଷଣାକୁ କେନ୍ଦ୍ର କରି ସେହିପରି ପହଞ୍ଚିଥିଲା ଯେଉଁପରି କହିଥିଲେ ମୋର ସେ ପିତୃବ୍ୟ ସ୍ଥାନୀୟ ବ୍ୟକ୍ତି, ମାଙ୍କଡ଼ମାରିଣୀ ସମିତିରେ ମୋର ପ୍ରବେଶ ସମୟରେ। ଆମର ଏଠି ଚାଷବାସର ଶତ୍ରୁ ଅନ୍ୟ କେହି ନୁହେଁ, ମାଙ୍କଡ଼ମାନେ ହିଁ ଆମର ଶତ୍ରୁ।